ଆମର ଅନ୍ୟ ପରିଚୟ ହେଲା ଆଞ୍ଚଳିକ; କିନ୍ତୁ ଏହା ପ୍ରଧାନ ନୁହେଁ, ଅପ୍ରଧାନ। ଆଗେ ମୁଁ ଭାରତୀୟ, ତାପରେ ଯାଇ ଓଡ଼ିଆ। ଆମର ଜନ୍ମଭୂମି ବଡ଼,। ବାସସ୍ଥାନ ବଡ଼ ନୁହେଁ। ଆମର ସମସ୍ତ ସତ୍ତା ବ୍ୟାପ୍ତ ହୋଇରହିଛି କାଶ୍ମୀରଠାରୁ କୁମାରିକା, କାବେରୀର ଅବବାହିକା, ଗଙ୍ଗ ଆଉ ତୁଙ୍ଗଭଦ୍ରାରେ। ଆମେ ସ୍ୱୀକାର କରୁନା କୌଣସି ଶିକ୍ଷା ଆଉ ସଂସ୍କୃତିର ଆଞ୍ଚଳିକ ଶାସନ। ଆମେ ସର୍ବଭାରତୀୟ, ଭାରତୀୟ ପଥିକ। ସେଦିନ ଆସାମ ସହିତ ଆମେ ହୋଇଥିଲୁ ଏକାକାର-। ଚେରାପୁଞ୍ଜି। ଖଡ଼ିପଥର ପାହାଡ଼ ପାଖକୁ ଲାଗି ଲାଗି ଚାଲିଚୁ। ସୁଦୂର ସୁରମ୍ୟ ଉପତ୍ୟକା ଆଡ଼କୁ ଶ୍ରୀହଟ୍ଟ ପଥରେ। ଆକାଶରେ ମେଘ ଘନେଇ ଆସେ। ଏଇ ବର୍ଷା ଆସିଲା କହୁ କହୁ ଯେମିତି ବର୍ଷା ଝରିଆସେ। କେତେକ ମାଇଲ ଦୂରରେ ହସ୍ତୀ ପ୍ରପାତ। ନିଭୃତ ଅରଣ୍ୟଛାୟାରେ ନଇଁଆସିଛି ଜଳଧାରା। କୁଞ୍ଜବନର ନିର୍ଜନ ଅଞ୍ଚଳରେ ଗଦ୍ଗଦ୍ କଣ୍ଠର କାକଳୀ ଶୁଣାଯାଏ ସବୁବେଳେ। ଶିଲଂଠାରୁ ଚେରାପୁଞ୍ଜି ପ୍ରାୟ ଚଉତିରିଶ ମାଇଲ ଦୂର। କେଉଁଠି ସମତଳ, କେଉଁଠି ଗଭୀର ଖାଲ। କେଉଁଠି ଆରକ୍ତିମ ଗିରିମାତ୍ର, କେଉଁଠି ଅରଣ୍ୟର ଉଦାର ଗାର୍ମ୍ଭୀର୍ଯ୍ୟ। ମଝି ମଝିରେ ବଡ଼ ଦୁସ୍ତର ଓ ଦୁଃସାଧ୍ୟ ପୃଥିବୀ ଭିତରେ ସବୁଠାରୁ ଅଧିକ ବୃଷ୍ଟି ହୋଇଥାଏ ଏହି ଅଞ୍ଚଳରେ। ମେଘ-ସଜଳ ହାଓ୍ୱାରେ ସମଗ୍ର ବିଶ୍ୱ ପ୍ରକୃତି ଯେମିତି ବିମର୍ଷ ଓ ଧୂସର। ଆସି ପହଞ୍ଚିଲୁ ଚେରାପୁଞ୍ଜି ସହରରେ। ଶୈଳବାଳାଚ୍ଛନ୍ନ ସଂସାର-ଯାତ୍ରା ସହଜରେ ଏଠାରେ ଆଖିରେ ପଡ଼େ। ଦୁଇ ଚାରିଟା ସରକାରୀ ଆଉ ବେସରକାରୀ ଘରଦ୍ୱାର। ଜନହୀନ। ପ୍ରାଣୀଚିହ୍ନବର୍ଣ୍ଣ ହୀନ। ପର୍ବତ ଶାଖାର ଏହି ସ୍ଥାନଟା ଚୁପଚାପ। ନିମ୍ନଦେଶକୁ ନଇଁଆସିଚି ଅସଂଖ୍ୟ ଝରଣାର ଧାରା। ଦୂର ଦିଗନ୍ତରେ ଛାୟାଚ୍ଛନ୍ନ ସୁରମ୍ୟ ଉପତ୍ୟକା। ପାହାଡ଼ ମଧ୍ୟରେ ମୁଣ୍ଡ ଉପର ଦେଇ ଲୌହରଜ୍ଜୁପଥ ଚାଲିଚି ଭେଲାଙ୍ଗଜ ଆଡ଼କୁ। ଚେରାପୁଞ୍ଜି ଉପରେ ପୁଣି ଥରେ କଳାମେଘ ଘନେଇ ଆସିଥାଏ। ଆମେ ଫେରିଲୁ କ୍ୟାମ୍ପକୁ। ବିନୟବାବୁ ଇଞ୍ଜିନିୟର, ଟୁଟୁଦିର ବଡ଼ ଆତ୍ମୀୟ। ଜିପ ଧରି ବହୁତ ବୁଲିଚୁ। ପ୍ରତି ସ୍ଥାନର ଇତିହାସ ଶୁଣିଛି ବିନୟବାବୁଙ୍କଠାରୁ–ବଡ଼ ସୁନ୍ଦର ସରସ ଭାବରେ କହନ୍ତି। ଲୋକଟା ଇଞ୍ଜିନିୟର ହୋଇ, ନକ୍ସା ନ ଆଙ୍କି ଯଦି ସାହିତ୍ୟ ଲେଖୁଥାଆନ୍ତା ଆହୁରି ଦୁଇ ଦିନ ବୁଲା ପରେ ଦିବ୍ରୁଗଡ଼ ଫେରିଲା ବେଳକୁ କାଲେଣ୍ଡରର ଉପର ପୃଷ୍ଠାଟା ଚିରା ସରିଲାଣି। ଦେଖିଲି ସ୍ୱପ୍ନାର ଦୁଇଟା ଆଖିରେ ରୋଷ, ଅଭିମାନର ଏକ କରୁଣ ସଙ୍କେତ! ବାଳ ଗୋଛାକରେ ତେଲ ଲାଗିନି। ପ୍ରସାଧନହୀନ ଚୁକ୍ଷ ଗୋଟାଏ ଦେହ। ପ୍ରଥମେ ତାକୁ ଦେଖିଥିଲି ଦୁଆର ମୁହଁରେ। ଭଲ କରି ଦେଖିଥିଲି; କିନ୍ତୁ ଜାଣି ଶୁଣି ତା ଦେହରେ ଘଷି ହୋଇ ମୁଁ ପଶି ଆସିଥିଲି ଘର ଭିତରକୁ। ବାବଲି, ରତ୍ନା ଧାଇ ଆସିଥିଲା। ତାଙ୍କୁ ଗେଲ କରୁ କରୁ ସତର୍କ ଭାବରେ ଚାହିଁ ରହିଥିଲି ଫାଟକକୁ। ଆଖିରେ ଆଖି ପଡ଼େ। ଗୋଟାଏ ଆଖିର କ୍ରୋଧ ଯିମିତି ଫିକା ପଡ଼ିଯାଏ ଆଉ ଗୋଟାଏ ଆଖିର ତାଚ୍ଛଲ୍ୟରେ। ସ୍ୱପ୍ନା ଶୁଣିଲା ଭଳି ଟୁଟୁଦିକି କହେ–ବୁଲା ସରିଲା, ଏଣିକି ଛାଡ଼ିବା ହେଉ। ଟୁଟୁଦି କ'ଣ ଉତ୍ତର ଦେଲେ କେଜାଣି, ମୁଁ ଶୁଣିବାକୁ ଆଗଭର ନଥାଏ। ମୁଁ ଲକ୍ଷ୍ୟ କରୁଥାଏ ଏ କଥାରେ ସ୍ୱପ୍ନାର ପ୍ରତିକ୍ରିୟା କ'ଣ? ପ୍ରତିକ୍ରିୟା ଯେ ଏତେ ମର୍ମନ୍ତୁଦ ହୋଇଉଠିବ, ମୁଁ ଜାଣି ନ ଥିଲି। ଦିନସାରା ଖିଆ ନାହିଁ, ପିଆ ନାହିଁ; ସ୍ୱପ୍ନା ବ୍ରତଚାରିଣୀ, ଉପବାସିନୀ। ନାରୀସୁଲଭ କଇଁ କଇଁ କାନ୍ଦରେ ସେ ଲୋଟି ନ ପଡ଼ିଲେ ମଧ୍ୟ ମୁଁ ଦୂରରୁ ଅନୁଭବ କରିଛି, ତା ଭିତରଟା ଦହକୁଚି, କାନ୍ଦି ଉଠୁଚି–ସୁଁ ସୁଁ ହୋଇ ବଡ଼ପାଟିରେ। ସେ କାନ୍ଦ ଛାତି ଫଟେଇ ପ୍ରତିଧ୍ୱନି ତୋଳୁଚି ମୋ ହୃଦୟରେ। ଟୁଟୁଦି କ'ଣ ଉତ୍ତର ଦେଇଥିଲା କେଜାଣି, ମୁଁ ପୁଣି କହିଲି–ହଁ ରହିବି। –ଶୁଣିଲୁ ସ୍ୱପ୍ନା! ଗୋରାଟା ଗୋଟାଏ ପାଗଳ। କିଏ ତତେ କହୁଚି ରହ? ସ୍ୱପ୍ନାର ରାହା ଫିଟିଲା, ଯିମିତି ସୁଯୋଗ ଖୋଜୁଥିଲା ସେ। ସଙ୍ଗେ ସଙ୍ଗେ ଧାଇଆସି କହିଲା–ପାଗଳ ନୁହେଁ, ନିହାତି ପାଗଳ। ମେହଲୀ ଖ୍ରୀଷ୍ଟାବ୍ଦର କଥା। ନାଗା ପାହାଡ଼ ଅଞ୍ଚଳରେ ବହୁଦିନର ଧୂମାୟିତ ଅସନ୍ତୋଷ ସେଦିନ ଆତ୍ମପ୍ରକାଶ କଲା ବିଦ୍ରୋହରେ। କାମ୍ବିରନେ ଜାମୋଦାଙ୍ଗ ସେଦିନ ସ୍ୱାଧୀନ ସୀମାନ୍ତ ଉପଜାତି ମଧ୍ୟରେ ସୃଷ୍ଟି କଲେ ଏକ ନୂତନ ଜାଗରଣ। ଦୂର ଆସାମର ସମତଳ ଭୂମିରେ ସେତେବେଳେ ଆରମ୍ଭ ହୋଇଥାଏ ଆଇନଅମାନ୍ୟ ଆନ୍ଦୋଳନ। ଇଂରେଜ ସରକାରଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ଆଇନଅମାନ୍ୟ ଆନ୍ଦୋଳନ ସମ୍ବାଦ ପ୍ରକୃତି ଓ ମଣିଷର ବାଧା ଭେଦକରି ନାଗାପାହାଡ଼ ଭିତରକୁ ବିସ୍ତାର ଲାଭ କରିଥାଏ।